ଭୋଗ ଦେଇଚି–ପାନ ପରଷିଛି–ପାଣିଦେଇଛି ପିଇବାକୁ–ଛୁଆଟି ବେଳୁ। ଯୁବତୀ ହେଲାରୁ, ଘରେ ରହିଲାରୁ ଯାଇ ସିନା ସଙ୍କୋଚ ହେଲା–ବାହାରକୁ ନ ଆସି କବାଟ ଫାଙ୍କରୁ ଚାହେଁ। ନିଧିଆବାପ ଯେମିତି ସବୁବେଳେ ସେଇ କବାଟ ଫାଙ୍କକୁ ଚାହିଁ ବସିଥାଏ–କେତେବେଳେ ଆଉ ନିଦକରେ ଦେଖିବାର ବାଟ ନ ଥାଏ ନିଧିଆ ବୋଉର। ଯେତେବେଳେ ଚାହିଁବ ସେତେବେଳେ ନିଧିଆବାପଟା ଯିମିତି ଜଳଜଳ କରି ଅନେଇଚି। ଛି, କେଡ଼େ ଝଅଟ ସେ। କୀର୍ତ୍ତନ ସରିଗଲେ–ଖୋଳ କରତାଳର ଝାଉଁ ଝାଉଁ ଶବଦଟା ଦିନେ ଦି'ଦିନ ଯାଏଁ ଯେମିତି କାନ ଭିତରେ ବାଜୁଥାଏ, ନିଧିଆ ବାପର ରୂପଟାବି କେତେ ଦିନଯାଏଁ ତା' ଆଖି ଆଗରେ ନାଚେ। ଧୀରେ ଧୀରେ ହଜିଯାଏ। ପୁଣି ଚାଲିଯାଏ ବରଷେ। ନିଧିଆବାପ କେଡ଼ୁଟେ ହେଇଯିବଣି, କେଡ଼େ ସୁନ୍ଦର ଦିଶିବଣି, କେଡ଼େ ମିଠା, ଆହୁରି ମିଠା ଗଳାରେ ଗାଇବଣି। ନିଧିଆବୋଉ ଅନେଇ ବସିଥାଏ। ପୁନେଇଁ ପରବ ଆସିବା କେଇଦିନଠୁ ଯେମିତି ହେଇ ଆସିବ ଆସିବ ବୋଲି ଛାତିରେ ଗୋଟାଏ ଆନନ୍ଦର ଛନକା ପଶିଯାଏ। ଚବିଶ ପ୍ରହରୀ କୀର୍ତ୍ତନ ଆସିବାର ଆଶା ସାଙ୍ଗରେ ନିଧିଆବାପାର ବିଜେ ହେବାର ବରଣୀ ସୁଖଟାକୁ ସପନ ଦେଖିବାର ସେମିତି ଗୋଟାଏ ଚମକବି ନିଧିଆବୋଉର ହୃଦ୍କୁ ହନ୍ତାଳି ପକାଏ। ଏମିତି ଦି'ବରଷ ତିନିବରଷ ଗଲା। ନିଧିଆବୋଉର ସେଇ ବରଷ ବାହାଘର ହୋଇଥାନ୍ତା। ସବୁ ଠିକ୍ ହୋଇଯାଇଥିଲା–ଆସନ୍ତା ବୈଶାଖରେ। ସେ ବରଷ କି ଦୁର୍ଯୋଗରେ ସେ କୀର୍ତ୍ତନ ଆରମ୍ଭ ହେଲା କେଜାଣି! ପହିଲୁଦିନ ଅଧିବାସ। କୀର୍ତ୍ତନ ସରୁ ସରୁ କେତେ ରାତି ହେଇଗଲା। ନିଧିଆବାପ କୀର୍ତ୍ତନ ଧରିଥିଲା, ହଠାତ କାଶ ଉଠେଇଲା। ସେତେବେଳକୁ ଘରେ ମାଇପେଯାକ କିଏ କେମିତି ଶୋଇ ଗଲେଣି। ଏକା ଚାହିଁଥାଏ ନିଧିଆବୋଉ–ଆଉ ତା' ସାଙ୍ଗରେ ବସିଥାଏ ରାଣ୍ଡ ସପନି ବୋଉ। ସପନିବୋଉ ତାଙ୍କ ଘରେ ବୋଲହାକ କରେ। କାମ କାର୍ଯ୍ୟ ଦିନେ, ଭଲମନ୍ଦ ହେଲେ ତାଙ୍କ ଘରେ ରହିଯାଏ–ଗଣ୍ଡେ ଖାଇ ଦେଇ ରାତିରେ ଶୋଇ ପଡ଼ିବା କଥା। ପୋଖରୀ ଘାଟକୁ ଗଲେ ନିଧିଆବୋଉ ସାଙ୍ଗରେ ସେ ଯାଏଁ। ଦରବୁଢ଼ା ମାଇପଟା। ତା'ର ଗୋଟେ ଗୁଣ–ସେ ସବୁବେଳେ ହସୁଥିବ। ନିଧିଆ ବୋଉକୁ ଭାରି ଥଟ୍ଟା କରେ। କେତେ କଥା କହେ। କେତେ କଥା ଶୁଣାଏ। କେତେକଥା ଶିଖାଏବି। ଲାବଣ୍ୟବତୀରୁ ପଦଗାଏ। ବିଦଗ୍ଧଚିନ୍ତାମଣିରୁ ଛାନ୍ଦ ଛନ୍ଦେ। ହଠାତ କାଶ ଉଠେଇଲା ନିଧିଆ ବାପର। କାଶି କାଶି ବେଦମ୍ ହେଇ ପଡ଼ିଲା। ଆଉ ଗାଇ ପାରିଲା ନାହିଁ। ଜଣେ କିଏ ଡାକିଲା–ପାଣି ପାଣି! ପାଣି ପାଖରେ ନଥିଲା। ସେ ଉଠିଗଲା ଦାସଙ୍କ ଦୁଆରମୁହଁକୁ। ଯେମିତି ନିଧିଆବୋଉ ତଣ୍ଟିରେ ନାଗିଚି। ସେ ଉଠିଯିବାକୁ ମନ କରୁଥିଲା, ଉଠିପାରୁ ନଥିଲା–କେତେ ଜୋର୍ରେ କାଶଟା ଛାତି ଫାଟିଯିବ ନାହିଁ ତ! ସପନୀବୋଉ ଉଠିଗଲା ପାଣି ଆଣିବାକୁ। ନିଧିଆ ବୋଉ ଦମ୍ଭଧରି ଗଲା ତା' ପଛେ ପଛେ। ପାଣି ଘେନି ଦିହେଁଯାକ ଆସିଲେ। ନିଧିଆବାପ ସେତେବେଳକୁ ଦାଣ୍ଡ ଦୁଆରକୁ ଟପି ଚଉପାଢ଼ି ପାରି ହେଇ ଦାଣ୍ଡ ପରସ୍ତ ଅଗଣା ଅଧାଅଧିରେ ଆସି ହେଲାଣି। ଘର ଦି' ପରସ୍ତ। ଭିତର ପରସ୍ତରୁ ବାହାରିବାକୁ ଯେଉଁ ଦୁଆର, ତା'ର ସାମନା ବାହାରେ ଠିଆ ହେଇଚି, ନିଧିଆ ବାପ ତା'ପରେ ଚଉପାଢ଼ି। ସେଇ ଚଉପାଢ଼ିରେ ପଟ୍ଟନାୟକ ପଡ଼ା କୀର୍ତ୍ତନିୟା ରହନ୍ତି। କେହି ନଥିଲେ ସେତେବେଳେ ସେଠି। ସମସ୍ତେ କୀର୍ତ୍ତନପାଖରେ ଥାଆନ୍ତି। ତାଙ୍କରି ପାଳି ପଡ଼ିଥାଏ। ଚଉପାଢ଼ିର ଗୋଟେ କଡ଼କୁ, ଦାଣ୍ଡରୁ ଆସିଲାବେଳକୁ ଡାହାଣ ଘରୁ ବାହାରିଲେ ବାଆଁ ହାତି ଦୁଆର ପଡ଼ିବ–ଦାଣ୍ଡ ଦୁଆର–ଖୁବ୍ ଲମ୍ୱ ଚଉଡ଼ା। ଚଉପାଢ଼ିଟା ଟିକିଏ ଉଚ୍ଚ। ଦୁଆର ବାଟେ ଯିବାପାଇଁ ରାସ୍ତାଟା ଅଳପି ନୀଚା। ସେଇଟି, ଦୁଆରମୁହଁରେ ବନ୍ଧକୁ ଛାଡ଼ି ସପ ପକେଇ ମାଇଯେ ବସି ଦାଣ୍ଡ ହୋରି, ମେଳନ ଯାତ୍ର, ସଂକୀର୍ତ୍ତନ ସବୁ ଦେଖନ୍ତି। ସେଇଠି ବସି ନିଧିଆ ବୋଉ ସପନୀ ମା କୀର୍ତ୍ତନ ଦେଖୁଥିଲେ। ନିଧିଆବାପ ଆସି ଘର ଭିତରେ ବାହାର ଅଗଣାରେ ଥାଇ କାଶୁଥାଏ। ଘର ପରସ୍ତରେ କଳି ଲାଗିଥାଏ, ନିଧିଆ ବୋଉ ଆଉ ସପନୀ ବୋଉ ଭିତରେ। ଏ ଠେଲୁଥାଏ ତାକୁ, ସେ ଠେଲୁଥାଏ ୟାକୁ। ନିଧିଆ ବୋଉ ହାତରେ ଥାଏ ପାଣି ଗିଲାସ। ତେଣେ କାଶି କାଶି ଅଥୟ ନିଧିଆ ବାପ। ନିଧିଆବାପ, ନିଧିଆ ବୋଉ ହେଇ ନଥାନ୍ତି ସେତେବେଳକୁ। ନିଧିଆ ବାପ ତ ସେ କେବେ ହେଇ ନାହିଁ। ନିଧିଆ ଆସିଲା, ନିଧିଆ ବାପ ମଲାର ଦି' ତିନି ବର୍ଷକେ। ଗୋଟାଏ କଥାକୁ ପଡ଼ିଚି।